କେବଳ ହୁସିଆର କରିଦେଲା, "ଆମେ କେତେବେଳେ କୁଆଡ଼େ ଯିବୁ। ଘରକୁ ଫେରିବା ପାଇଁ କନ୍ଦାକଟା କଲେ ସେତେବେଳେ ତୋ କଥା କେହି ଶୁଣିବେ ନାହିଁ।" ଭରତ ରାଜି ହୋଇଥିଲା ଓ ସେହି ମୁହୂର୍ତ୍ତରୁ ତାକୁ ଅପେରା ପାର୍ଟି ରୋଷେଇ ଘରକୁ ପଠେଇ ଦିଆଯାଇଥିଲା। ସେଠୁ ତାର ତାଲିମ ଆରମ୍ଭ। ଆମ୍ବଗଛର ଗଣ୍ଡିକୁ ଆଉଜି ଭରତ ଛିଡ଼ାହୋଇଥିଲା। ଆଜି ତାର ଜେଜେମା କଥା ଖୁବ୍ ମନେ ପଡ଼ୁଥିଲା। କେତେ ସ୍ନେହ କରୁନଥିଲା ଜେଜେମା। ତା ପାଇଁ ଆମ୍ବ, ପିଜୁଳି, ଚଣା ଓ ବାଦାମ କିନିଆଣୁ କିଣିଆସୁଥିଲା। ଭାଜିଭୁଜି ତା ପସରା ସଜେଇ ଦେଉଥିଲା। ଘରକୁ ଫେରିବା ଉଛୁର ହେଲେ କେତେଆଡ଼ ଧନ୍ଦି ହେଉଥିଲା। ତାକୁ କୋଳରେ ପୂରେଇ ରାଜାପୁଅ ରାଜାଝିଅ ଗପ କୋହୁଥିଲା। ସେହି ଗପ ଶୁଣୁଶୁଣୁ ଭରତ ଆଖିକୁ ନିଦ ଓହ୍ଲେଇ ଆସୁଥିଲା। ସେଇ ନିଦ ଭିତରେ ଭରତ ସ୍ୱପ୍ନ ଦେଖୁଥିଲା, 'ତ୍ରିଶୂଳ ଗଣନାଟ୍ୟ'ର ରାଜାପୁଅ ହେଇଯାଉଥିଲା ସେ ନିଜେ। କେତେ ସୁନ୍ଦର ଦିଶୁଥିଲା ତାର ଜରିମଡ଼ା ପୋଷାକ, ତାର ପରଲଗା ମକୁଟୁ, ଜୋତା, ଖଣ୍ଡା ଓ ବେକର ମୋତିମାଳ। ମନପବନ ଘୋଡ଼ାରେ ବସି ଭରତ ଅଗ୍ନାଅଗ୍ନି ବନସ୍ତ ଭିତରକୁ ଚାଲିଯାଉଥିଲା, ସିଧା ଅସୁରୁଣୀର ଗୁମ୍ଫା ପର୍ଯ୍ୟନ୍ତ। ସେଇଠି ରାଜାଝିଅ ସୁଲ ବନ୍ଦିନୀ। ବଡ଼ କୌଶଳରେ ଭରତ ବୁଝିନେଉଥିଲା ଅସୁରୁଣୀର ମୃତ୍ୟୁଭେଦ। ରାଜାଝିଅ ଅସୁରୁଣୀର ଗୋଡ଼ ଘଷି ଦେଉଦେଉ ସେତକ ବୁଝିନେଇଥାଏ ତାଠାରୁ। ଅସୁରୁଣୀ ଅମାବାସ୍ୟା ରାତିରେ ଶିକାର ଖୋଜି ବାହାରେ। କଣ ପଦେ ମନ୍ତ୍ର ଫୁଙ୍କିଦେଇ ଯାଇଥିବ ଯେ ରାଜାଝିଅ ଶୋଇରହିଥିବ ଚଉକାତ ମେଲି। ଭରତ ନଈ, ନାଳ, ପାହାଡ଼, ପର୍ବତ ଡେଇଁ ସେହି ସାତ ତାଳ ପାଣି, ସାତ ତାଳ ପଙ୍କ ଭର୍ତ୍ତି ପୋଖରୀ ପାଖରେ ପହଞ୍ଚିଯିବ ଓ ସେଇଠି ସୁନାଫରୁଆ ଭିତରୁ ଅଡ଼ୁଆବାଳ ତଳେ ଶୋଇଥିବା କଳାଭଆଁରକୁ କାଢ଼ି ଏକା ଚୋଟରେ ଦିଗଡ଼ କରିଦେବ। ଭରତର ନିଦ ଭାଙ୍ଗିଦିଏ। ସ୍ୱପ୍ନରେ ଏତେ ଏତେ କଥା ଭାବିଲେ ବି ସୁଲ ସାମ୍ନାରେ ସେ ଗୋଟେ ବୋଲି ଶବ୍ଦ କହିପାରେ ନାହିଁ। ସୁଲ ଆସେ, ପିଜୁଳି କି ଆମ୍ବ, ଚଣା କି ବାଦାମ, ଯାହା କିଛି ନେବାର କଥା କିଣିନେଇ ଚାଲିଯାଏ। ଭରତ ସୁଲ ମୁହଁକୁ ଅନେଇ ତାକୁ କଣ କହିବ କହିବ ଭାବି ଭିତରେ ଭିତରେ ସାହସ ସଂଗ୍ରହ କରୁଥାଏ। ସୁଲର ନାକଅଗ ଝାଳବିନ୍ଦୁକୁ ଦେଖୁ ଦେଖୁ ସବୁତକ ସମୟ ବିତିଯାଏ। ସେ କିଛି ବୋଲି କିଛି କହିପାରେ ନାହିଁ। ସୁଲର ଫେରିଯିବା ରାସ୍ତାକୁ ଚାହିଁ ରହେ। ଅପେରା ପାର୍ଟିରେ ମିଶିବା ସ୍ ପରେ ଦିନାକେତେ ସେ ରୋଷେଇବାସରେ ସାହାଯ୍ୟ କରୁଥିଲା। ତାପରେ ତାକୁ ମିଳିଲା ଷ୍ଟେଜ୍‌ବୟ ଡ୍ୟୁଟି। ଯୁଦ୍ଧବେଳେ ଷ୍ଟେଜ୍ ଉପରେ ପଡ଼ିଥିବା ଖଣ୍ଡା ଓ ମୁକୁଟ ଗୋଟେଇବା, ଟେବୁଲ, ଚେୟାର ପକେଇବା, ଠାକୁର ମୂର୍ତ୍ତି ଥୋଇବା ଏସବୁ ତାର କାମ ଥିଲା। ସେହି ଆଳରେ ଭରତ ଷ୍ଟେଜ୍ ଉପରକୁ ଯିବାର ସୁଯୋଗ ପାଉଥିଲା। ରାଜାମୁକୁଟ ହାତରେ ଧରି ଷ୍ଟେଜ୍ ଉପରେ ବୁଲି ଆସିବା ବେଳେ ଭରତର ଲୋମ ଟା ଟାଙ୍କୁରି ଉଠେ। ତାର ମାଂସପେଶୀ ଫୁଲିଯାଏ। ବିଗୁଲ୍‌ର ସେ ଶବ୍ଦ, ଯୋଡ଼ିନାଗରାର ବାଜା, ଉଜ୍ଜ୍ୱଳ ଆଲୁଅ ଓ ହଜାର ହଜାର ଉତ୍ସାହୀ ଆଖି ମେଳରେ ସେ ନିଜକୁ ଦେଖି କୃତ୍ୟ କୃତ୍ୟ ହୋଇଯାଏ। ଦିନେ ସାହସ କରି ସେ ମ୍ୟାନେଜରଙ୍କୁ କହିଥିଲା, "ମୋତେ ବି ଗୋଟାଏ ରୋଲ୍ ଦିଆଯାଉ। ମୁଁ ଭଲ କରିପାରିବି।" ମ୍ୟାନେଜର ଉତ୍ତର ଦେଇଥିଲେ, "ଏଇଟା ଚଣା ବିକିବା କାମ ନୁହେଁ ଭରତ। ବଡ଼ ବଡ଼ ଅଭିନେତାଙ୍କର ବି ଷ୍ଟେଜ୍ ଉପରେ ପାଟି ଆଫା ଆଫା ହୋଇଯାଏ। ସବୁର୍ କର। ଟାଇମ୍‌ ଆସିଲେ ତୋତେ ଚାନ୍ସ ମିଳିବ।" ଭରତ ଆମ୍ବଗଛ ତଳୁ ବାହାରି ଆସିଲା। ଭାଏଁ ଭାଏଁ।